ଯେତେବେଳେ ସମୟ ମିଳେ ଆଉ ସୁବିଧା ହୁଏ; ସାଗରୀକା ନୀହାର ଘରକୁ ଚାଲିଆସେ। ସେଇ ନିର୍ଜନ ପ୍ରକୋଷ୍ଠରେ ଦୁଇଟି ତରୁଣ ତରୁଣୀ ପରସ୍ପରକୁ ଅତି ନିବିଡ଼ ଭାବରେ ଉପଲବ୍ଧି କରନ୍ତି। ବାହାରେ ଅଶାନ୍ତ ଜନତାର ହିଂସ୍ର ଚିତ୍କାର ତାଙ୍କର କାନରେ ପଡ଼େନାହିଁ। ପଡ଼ିଲେ; ସେମାନଙ୍କର ଭ୍ରୂକ୍ଷେପ ନଥାଏ। ସେମିତି ଯୁଗ ଯୁଗ ଧରି ଚାଲିଛି। ପାଇଥିବା ଲୋକଙ୍କ ବିରୁଦ୍ଧରେ 'ନ ପାଇଥିବା' ବା 'ନ ପାଉଥିବା' ଲୋକଙ୍କର ଏହି ବିଫଳ ଆକ୍ରମଣ, ହିଂସା ଅସୂୟା ଯୁଗ ଯୁଗ ଧରି ବଞ୍ଚି ରହିବ। ଯେତେ ମହାମାନବ ଅବତାର ଗ୍ରହଣ କରି ଶାନ୍ତି, ମୈତ୍ରୀର ବାଣୀ ପ୍ରଚାର କରିଗଲେ ବି ବୁଭୁକ୍ଷିତ-ବ୍ୟକ୍ତିର କର୍କଶ, କୁତ୍ସିତ କାନଫଟା ଚିତ୍କାରରେ ଆକାଶ ଦ୍ୱିଫାଳ ହେବ ହିଁ ହେବ। ଏଥିରେ ସନ୍ଦେହ ନାହିଁ। ସେଇଥି ଲାଗି ସାଗରୀକା ଆଉ ନୀହାର ପରସ୍ପରକୁ ଦେଖି ଜୀବନର ସବୁ କଥାକୁ ପାସୋରି ଦେଉଥିଲେ। ଯଦି ନୀହାର ସହିତ କେବେ ରାସ୍ତାରେ କେଉଁଠି ଅକସ୍ମାତ୍ ସାଗରୀକାର ଦେଖା ହୋଇଯାଏ ତେବେ ସେ ତା' ମୁହଁକୁ ଚାହିଁପାରେନି। ଲାଜରେ ମୁଣ୍ତପୋତି, ରାସ୍ତାର ଗୋଟିଏ କରକୁ ଚାଲିଯାଇ ଧୀରେ ଧୀରେ ପାଦ ପକାଏ। ତା'ର ଏଇ ଅବସ୍ଥାକୁ ନୀରବରେ ଉପଭୋଗ କରେ ନୀହାର। କିନ୍ତୁ ଘର ଭିତରେ ଏକୁଟିଆ ଥିଲାବେଳେ ସାଗରର ଦୁଷ୍ଟାମି ବେଶୀ ବଢ଼ିଯାଏ। ସେ ପଚାରେ-''ଆଚ୍ଛା-ସେଦିନ ତୁମେ। ଭାରୀ ଗୋଟାଏ ବେଶ ହୋଇ କୁଆଡ଼େ ଯାଉଥିଲ କି? ଆଉ କ'ଣ କେହି ପ୍ରେମିକାଙ୍କ ପାଖକୁ? '' ନୀହାର ଖାଲି ହସେ! ଆଉ କହେ-''ମୋର ତ ଅନେକ ପ୍ରେମିକା ଅଛନ୍ତି ଯଥା। ହଠାତ୍ ସାଗର ପଦପୂରଣ କରି କହିଉଠେ-ନିରୁ, ବାସନ୍ତୀ, ପ୍ରମିଳା, ନୁହେଁ? କୁହ-ମୁଁ ଠିକ୍ କହିନି? ମୁଁ ତ ଆଜିକାଲି ପୁରୁଣା ହୋଇଗଲିଣି। ଆଉ କ'ଣ ସେଦିନ ଅଛି-ନା ସେ ମନ ଅଛି? '' ନିଜେ ଏମିତି ମିଛ ଅଭିଯୋଗ ଆଣି ଅଭିମାନ କରେ ସାଗର। ନୀହାର କହେ-ବାଃ-ରାସ୍ତାରେ ଗଲାବେଳେ ତ ଏତେ ସୁଧାର ଝିଅଟିଏ ଯେ; ଯେ ଦେଖିବ କହିବ କିଛି ଜାଣେନି। କିନ୍ତୁ ଭିତରେ ପୁଣି ଏଡ଼େ ଫାଜିଲ୍। ଏତେ ଚାଲାକି କୋଉଠୁ ଶିଖିଲଣି ଶୁଣେ? '' ହସି ହସି ନୀହାର ବେକରେ ଓହଳି ପଡ଼ି ସେ କହେ-''ତୁମଠୁଁ। ତୁମେ ମୋତେ କ'ଣ ନ ଶିଖାଇ ଦେଇଛ ଯେ? '' ଥରେ ନୀହାର ବାଲିଯାତ୍ର ସମୟରେ କୌଣସି କାର୍ଯ୍ୟ ଅନୁରୋଧରେ କଟକ ଯାଇଥିଲା। ତେଣୁ ଫେରିଲା ପରେ ସାଗରୀକାର ପାହାଡ଼ ପରି ଅଭିମାନ ଦେଖି, ବିଚଳିତ ହୋଇପଡ଼ିଲା। କାର୍ତ୍ତିକ ରାକା ରଜନୀକୁ ବାଲିଯାତ୍ରାରେ କୌଣସି ବାନ୍ଧବୀଙ୍କ ସହ ଉପଭୋଗ କରିବାକୁ ବ୍ୟତିବ୍ୟସ୍ତ ହୋଇ ଚାଲି ଯାଇଥିଲା ବୋଲି ଏକ ଦୀର୍ଘ ଫର୍ଦ୍ଦ ତା' ବିରୁଦ୍ଧରେ ଉପସ୍ଥାପିତ କରିଥିଲା ସାଗରୀକା। ଏପରିକି ନୀହାର କେଉଁଠି ହସି ଥିବାର, କି କାହା ସହିତ ଭଲରେ ପଦେ ଦି'ପଦ କଥାବାର୍ତ୍ତା କରି ଥିବାର ଖବର ପାଇଲେ ସାଗରୀକା ଅଭିମାନରେ ଫୁଲି ଉଠେ। ସେଇଥି ଲାଗି କେତେ ଟାଣ ଟାଣ କଥା ନ କହିଛି ସେ ନୀହାରକୁ-କିନ୍ତୁ ସେ ସବୁ ହସି ହସି ସହି ନେଇ ସାଗରୀକାକୁ କହେ-''ତୁମର ଅଭିମାନ ଲାଗି ଜମା ଦୁଃଖ ନାହିଁ-କିନ୍ତୁ ମୁଁ ଚାହେଁ ତୁମର ମୋ'ପ୍ରତି ଏହି ଅଭିମାନ ଚିରନ୍ତନ ହେଉ। '' ନୀହାର ପାଖରେ ବସିପଡ଼ି, ତା'ର ସାର୍ଟର ଦ୍ୱିତୀୟ ବୋତାମଟାକୁ ହାତରେ ଧରି, ଧୀରେ ଧୀରେ ବୁଲାଉ ବୁଲାଉ ସେ କହେ-''କାଲି ତ କ'ଣ ପାନ ଖାଇ ପାଟି ନାଲ୍କରି ନିରୁ ହେରିକାଙ୍କ ସଙ୍ଗରେ